ସେ ସାପଟାକୁ ଠେଙ୍ଗାରେ ପରିଷ୍କାର ଆଲୁଅ ସ୍ଥାନକୁ ଟାଣି ଆଣିଲେ। ସୁମି ମା କବାଟ କଣରୁ ଚାହିଁଥାନ୍ତି, ଆଉ ଗରୁଡ଼ ଗରୁଡ଼ ଭଜି ହେଉଥାନ୍ତି। ସୁମିକୁ କୁଣ୍ଢାଇ ଧରିଥାନ୍ତି। ଦଶାଦିଆ ସାପଟା କାହୁଁ ଅଇଲା। ଅନ୍ୟ ଉପାୟ ନ ଦେଖି ହତାଶରେ ସାପଟି ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଲା। ବିଷ ଜର୍ଜରିତ ଫଣା ତାର ଏକମାତ୍ର ପ୍ରକୃତିଗତ ଅସ୍ତ୍ର। ମନୁଷ୍ୟର ସିନା ପ୍ରଧାନ ଅସ୍ତ୍ର ବୁଦ୍ଧି–ବୁଦ୍ଧି ବଳରେ ସେ ବାଉଁଶ କାଟି ଠେଙ୍ଗା ବନେଇଚି। ନଇଲେ ଯୁଦ୍ଧକ୍ଷେତ୍ରକୁ ସାହସ କରି ରାମାନନ୍ଦେ ଯାଇଥାନ୍ତେ କି ନା ସନ୍ଦେହ। ସାପ ଫଣା ଟେକିଲା। ସେ ବୀର ପରି ଯୁଦ୍ଧକରି ମରିବାକୁ ପସନ୍ଦ କରେ। ଶେଷ ସଂଗ୍ରାମ, ଜୀବନର ଶେଷ ସଂଗ୍ରାମ; କାହାର? ନନ୍ଦଙ୍କର? ନନ୍ଦେ ଚମକି ପଡ଼ିଲେ। ସୁମି ମା ଭୟରେ ଆଖି ବୁଜି ପକେଇଲେ। ସୁମି ମାଙ୍କ ଭୟାର୍ତ୍ତ ମୁଖକୁ ସାନ୍ତ୍ୱନା ଦେବାକୁ ରାମାନନ୍ଦଙ୍କର ଅବସର ନଥିଲା। ସେ ସୁମିମାଙ୍କ ଆଡ଼କୁ ମୁହଁ ବୁଲେଇ ପାରିଲେ ନାଇଁ। ପାଞ୍ଚହାତ ଦୂରରେ ରହି ବି ଲମ୍ବା ସାପଟାକୁ ମାରି ଶୁଆଇ ଦେଲେ। ସ୍ୱାମୀଙ୍କ ବିଜୟ ଗୌରବରେ କାନ୍ଦି ପକେଇଲେ ସୁମି ମା। ସୁମି ପାଖରେ ନଥିଲେ ସେ ନିଶ୍ଚୟ ସେଇ ବୀର ବକ୍ଷରେ ଲୋଟି ପଡ଼ିଥାନ୍ତେ। ନାଳୁଆମୁହଁ ଇଟା ଦେଇ ବନ୍ଦ। ତେବେ ବି ବଢ଼ିପାଣି ଆସି ଅଗଣାରେ ଆସର ଜମେଇଲାଣି। ମାଟି ଘର ତ। କାନ୍ଥର ଅଧାଯାଏଁ ସନ୍ତେଇ ଯାଇଚି। ଘରେ ଓଦା ଚପର ଚପର। ପିଢ଼ା ନ ପକେଇ ବସିଲେ ଲୁଗାରେ କାଦୁଅ ଲାଗିଯିବ। କେବଳ ହାଣ୍ଡିଶାଳର ଚୁଲି ମୁଣ୍ଡଟି ଶୁଖିଲା-। ରାମାନନ୍ଦେ କାନ୍ଥଗୁଡ଼ିକର ଆୟୁ ବିଷୟରେ ଚିନ୍ତା କରୁଥିଲେ। ଆଉ କେତେଦିନ। ଗାଁରେ ଘଟିଥିବା ଭୟାବହ ଅବସ୍ଥା ଦେଖି ନନ୍ଦଙ୍କର ଅନ୍ତର ଆତ୍ମା ଭୟରେ ଥରୁଥିଲା। ସୁମି ମା କି ସୁମି ତାହା ସେମାନଙ୍କ ଲକ୍ଷ୍ୟ କରିପାରି ନାହାନ୍ତି। କାରଣ ବହିର୍ଜଗତ ସହିତ ସେମାନେ ଅସଂପୃକ୍ତ, ବିଚ୍ଛିନ୍ନ। ଦୁର୍ଘଟଣାର କାହାଣୀ ଶୁଣାଇ ତାଙ୍କ ମନରେ ବିଷାଦର ମାଟି ଲେପି ଦେବା ଠିକ୍ ନୁହେଁ। ସେମାନଙ୍କର ଉଜ୍ଜ୍ୱଳ ମୁଖ ରାମବାବୁଙ୍କୁ ବିପଦରେ ସାନ୍ତ୍ୱନା ଦେବ, ପ୍ରେରଣା ଦେବ। ମନ କଥା ମନରେ ଲୁଚେଇ ସେ କାନ୍ଥ ଉପରେ ହାତ ଲଗାଇଲେ ଭାବ ବିହ୍ୱଳ ହୋଇ। ମଜବୁତ ଅଛୁ ତ? କାନ୍ଥ ଉତ୍ତର ଦେଲା ନାଇଁ। କେମିତି ଦେବ ଯେ? ବନ୍ୟାର ବିଷ ଜ୍ୱାଳାରେ କାନ୍ଥ ବାକ୍ଶକ୍ତି ହରାଇଚି; ବନ୍ୟାର ଦାନ୍ତ ଯେ ତୀକ୍ଷ୍ଣତମ ଏବଂ କାନ୍ଥର ଚିରଶତ୍ରୁ। ତଥାପି, କାନ୍ଥ ତାଙ୍କର ରାମବାବୁଙ୍କ ପରି ଶକ୍ତ, ସବଳ। ତିନିହାତ ତଳୁ ମୂଳଦୁଆ ଉଠିଛି–କେବେ ଭାଙ୍ଗି ଯାଇ ପାରେନା। ନା ନା। ନିଜ ଜୀବନ ବିନିମୟରେ ସେ ଘରକୁ ରକ୍ଷା କରିବା ଲାଗି ଚେଷ୍ଟା କରିବେ। ନନ୍ଦଙ୍କର ଦୃଢ଼ ପ୍ରତିଜ୍ଞା ଦେଖି ଏତେ ଉଚ୍ଚା କାନ୍ଥଟା ଦୋହଲି ଉଠିଲା। ଭୁସ୍କିନା କାନ୍ଥରୁ ମାଟି ଟେଳା ଖଣ୍ଡେ ପଡ଼ିଗଲା ଓଳି ତଳର ବଢ଼ିପାଣି ସୁଅରେ। ସେ ଚମକି ପଡ଼ିଲେ। ତାଙ୍କ ମଜ୍ବୁତ ମନରୁ ଖଣ୍ଡେ ଭାଙ୍ଗି ବନ୍ୟାରେ ଭାସିଗଲା। ମାଂସପେଶୀର ସହସ୍ର ସହସ୍ର ଆଖି ଭୟାତୁର ହୋଇ ଚାରିକାନ୍ଥକୁ ଅନାଇ ରହିଲେ। ବୈତରଣୀର ବିଷ ଫଣାର ଉତ୍ତୋଳିତ ଭୀମତାକୁ ସେ ପରିଷ୍କାର ତାଣ୍ଡବ କରୁଥିବାର ଦେଖିପାରୁଥାନ୍ତି। ଦିନ ଦି-ପହର। ମା' ପାଖରେ ସୁମି ବସି ଦାଣ୍ଡର ପାଣିକୁ ଚାହିଁଥାଏ। ବଢ଼ିପାଣିରେ ବୁଲିବାକୁ ଖେଳିବାକୁ ତାର ମୋଟେ ମନନାଇଁ। ଏତିକିବେଳେ ଗାଁର ସାନ, ସାନ ଟୋକାମାନେ ଯଥା–ରଙ୍କବାଇଆ, ନୀର, ଝିଣ୍ଟ, ରଘୁଆ ମଣିଆ, ଡେଙ୍ଗା, ପୁନିଆ ଗୋଟାଏ କଦଳୀ ଭେଳା ତିଆରି କରି ବାହି ବାହି ସେଇବାଟେ ଆସିଲେ। ତାଙ୍କ ଖୁସିରେ ଇୟତ୍ତା ନାଇଁ, ମାପନାଇଁ। ସେମାନଙ୍କ ଆନନ୍ଦର ବର୍ଣ୍ଣନା ଅସମ୍ଭବ। ମଝିରେ ମଝିରେ ହରିବୋଲ ଦେଉଥାନ୍ତି। ଛ-ସାତ ହାତର ବାଉଁଶ କିଳା ଖଣ୍ଡେ ଲେଖାଁ ତାଙ୍କରି କାତ। ସୁମିର ମନେଅଛି–ଥରେ କଦଳୀ ଭେଳାରେ ଚଢ଼ିଗଲା। ସେତେବେଳେ ପାଣି ଥିଲା ଖୁବ୍ କମ୍। ଏତେ ଜୋରରେ ଭେଳା ଚାଲିଲା ଯେ, ସୁମି ହାଉଳି ଖାଇଲା, ଆଉମାନେ ସାଙ୍ଗେ ସାଙ୍ଗେ ତାକୁ ଓହ୍ଲେଇ ଦେଲେ। ଏବେ ବି ତାର ଇଚ୍ଛା ନାହିଁ। ଯଦି ଖସିପଡ଼େ? କିମ୍ବା ସେଇ କାଣ୍ଡନଳ ସାପଟା ଯଦି ତାରି ଗୋଡ଼ରେ ଗୁଡ଼େଇ ହୋଇଯାଏ? ବ୍ରାହ୍ମଣ ସାଇରେ ଲାଗି-ଲାଗିକା ଘର। ସୁମି ଏକା ଏକା ଟୁନୀ ଘରକୁ ଏତେ ଟିକେ ନଡରି ଚାଲିଯାଏ।